' ଶତ୍ରୁଜିତ ପୁଣି ଥରେ ସମସ୍ତଙ୍କ ଉପରୁ ଦୃଷ୍ଟି ଫେରାଇଆଣି ସିଗାରେଟ କେସ୍ ଖୋଲିଲେ। ସିଗାରେଟରେ ଅଗ୍ନି ସଂଯୋଗ କରୁ କରୁ କହିଲେ,'ଏସବୁ ଘଟଣାରୁ ଯାହା ଜଣାଯାଏ, ସ୍ନେହଲତାଙ୍କର ହତ୍ୟାକାଣ୍ଡ ପୂର୍ବପରିକଳ୍ପିତ। ' –ମାନେ? –ମି:ପାତ୍ର! ଏଇ ଘଟଣା ସଂପର୍କରେ ମୁଁ ଆପଣଙ୍କ ନିକଟରୁ। ଆଉ କେତେକ ତଥ୍ୟ ଜାଣିବାକୁ ଇଚ୍ଛା କରେ। ମୋର ବିଶ୍ୱାସ, ସେ ବିନର ଘଟଣା ସଂପର୍କରେ ଆପଣ ମୋତେ ପ୍ରତ୍ୟକ୍ଷ ଧାରଣା ଦେଇ ପାରିବେ। ମି:ପାତ୍ରଙ୍କ ମୁଖମଣ୍ଡଳରେ ଶୁଷ୍କ ହସ ଖେଳିଉଠିଲା। ସେ ଅନୁଚ୍ଚ କଣ୍ଠରେ କହିଲେ, 'ମୁଁ ଆପଣଙ୍କୁ ଭଲ ଭାବରେ ଜାଣିଛି, ମି: ଶତ୍ରୁଜିତ! ତଥାପି ବି ମୋର ବହୁତ ଭୁଲ ରହିଗଲା। ' –ମାନେ? –ମି: ପାତ୍ର ମାନିଲୀ ଦେବୀଙ୍କୁ ଲକ୍ଷ୍ୟ କରି କହିଲେ, 'କେବଳ ଆପଣ ହିଁ ମୋତେ ଏଇ ପ୍ରବଞ୍ଚନା ଭିତରେ ପକାଇଦେଲେ, ଅପା! ଆପଣଙ୍କ ଉପରେ ମୋର ବିଶ୍ୱାସ ଥିଲା ଅନେକ। ଆଉ ଦାଦାଙ୍କ ଉପରେ ବି। କିନ୍ତୁ 'ମି:ପାତ୍ର ଅଟକିଲେ। 'ସ୍ନେହ ବିବାହ ପୂର୍ବରୁ ସୁବ୍ରତକୁ ଭଲ ପାଉଥିଲା। ଆଉ ସେଇ ଭଲ ପାଇବାର ପରିଣତ ଅତି ନୀଚ ସ୍ତର ପର୍ଯ୍ୟନ୍ତ ଚାଲିଯାଇଥିଲା। କିନ୍ତୁ ଏଇ ଘଟଣା ମୁଁ ଜାଣିଲି ବହୁତ ପରେ। ସେତେବେଳକୁ ଆଉ କିଛି ପ୍ରତିକାର କରିବାର ନ ଥିଲା। ତଥାପି ମୁଁ ପୁଣି ଥରେ ତାକୁ ଭଲବାଟରୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲି। କିନ୍ତୁ ମୋ ଆଖିରେ ଧୂଳି ଦେଇ ସେ ପୁଣି ସୁବ୍ରତ ସହିତ ନିଜର ପୂର୍ବ ସଂପର୍କ ସ୍ଥାପନ କରିଥିଲା। ଅପ୍ରତ୍ୟାଶିତ ଭାବରେ ଦିନେ ମୁଁ ସେମାନଙ୍କୁ ଏପରି ଏକ ପରିବେଶରେ ଦେଖିଲି,ଯୋଉ ପରିବେଶରେ କୌଣସି ସ୍ୱାମୀ ତାର ସ୍ତ୍ରୀକୁ ଦେଖି କେବେ ଧୈର୍ଯ୍ୟ ଧରି ରହିବାର କଥା ନୁହେଁ। ମୁଁ କିନ୍ତୁ ଧୈର୍ଯ୍ୟ ଧରି ତଥାପି ରହିଥିଲି। ନିଜର ମର୍ଯ୍ୟାଦା ଆଭିଜାତ୍ୟ ସବୁ କିଛି ଏଥିର ପ୍ରତିକାର ନ କରିବାକୁ ବାଧ୍ୟ କରିଥିଲା। ' 'ଆପଣମାନଙ୍କର ମୋ ପ୍ରତି ଯାହା ଧାରଣା ଆସୁଥାଉ ନା କାହିଁକି, ଆଜି ଏଇ ଶେଷ ମୁହୂର୍ତ୍ତରେ ସେଥିପ୍ରତି ମୋର କୌଣସି ଅନୁଶୋଚନା ନାହିଁ। କାରଣ ଏ ହଳାହଳପୂର୍ଣ୍ଣ ଦୁନିଆରେ ମିଥ୍ୟା ଅହମିକା ଆଉ ଆଭିଜାତ୍ୟର ମୋହ ଭିତରେ ମଣିଷର ଅନ୍ତର ଏତେ କଳୁଷିତ ବୋଲି ମୁଁ ଭାବି ପାରି ନ ଥିଲି। ମି:ପାତ୍ର ଅଟକିଲେ। ତାଙ୍କର ଚକ୍ଷୁ ଲୋତକପୂର୍ଣ୍ଣ ହେଇଆସୁଥିଲା। ବହୁତ କଷ୍ଟରେ ନିଜକୁ ସଂଯତ କରି ସେ କହିଲେ, 'ନିଜ ଗୋଡ଼ରେ ଛିଡ଼ା ହୋଇ ମୁଁ ମଣିଷ ହୋଇଥିଲି। ସେଥିପାଇଁ କାହାରି ସାହାଯ୍ୟ ବା କୃପାଭିକ୍ଷା କରିବାକୁ ମୁଁ ଘୃଣା ବୋଧ କରୁଥିଲି। ବହୁ କଷ୍ଟରେ ଯୋଉଜକ ସାମାନ୍ୟ ଅର୍ଥ ମୁଁ ସଞ୍ଚୟ କରିଥିଲି ତାହାରି ବିନିମୟରେ ମୁଁ ଅର୍ଥକ୍ଷେତ୍ରରେ ସୁପ୍ରତିଷ୍ଠିତ ହେଇପାରିଥିଲି। ' 'କିନ୍ତୁ ସ୍ନେହଲତା ମୋର ସବୁ କିଛି ଓଲଟି ପାଲଟ କରିଦେଲା। ସୁବ୍ରତ ସହିତ ତାର ସେଇ ଅବୈଧ ସଂପର୍କ ଦେଖିବା ପରେ ମୁଁ ବହୁତ ଭାଙ୍ଗିପଡ଼ିଥିଲି। ଆତ୍ମହତ୍ୟା କରିବା ଅପେକ୍ଷେ-। ତାକୁ ଡାଇଭୋର୍ସ କରି ପୁଣି ଥରେ ମୋର ଜୀବନପ୍ରବାହରୁ ଧାରାବାହିକ ଭାବରେ ନେବାର ପରିକଳ୍ପନା କରିଥିଲି। ଆପଣ ହୁଏତ ଜାଣିନାହାନ୍ତି, କେବଳ ସେଇଥିପାଇଁ ମୁଁ ଜୟନ୍ତୀ ମହାପାତ୍ରର ମତାମତ ନେବାକୁ ଚେଷ୍ଟା କରୁଥିଲି। ' 'ଆପଣଙ୍କର ଏଇ ଅଭିଳାଷ ଜୟନ୍ତୀ ଜାଣିଥିଲା? ' 'ହୁଏତ ନା—କାରଣ ମୁଁ ତାକୁ ମୋ ତରଫରୁ ଜାଣିବାକୁ ସୁଯୋଗ ଦେଇ ନଥିଲି। ମୋର ଉଦ୍ଦେଶ୍ୟ ଥିଲା, ଯଦି ତା' ପାଖରୁ ସେମିତି କୌଣସି ଇଙ୍ଗିତ